ସରକାର ପଇସା ଯୋଗାଇ ଦେଉଛନ୍ତି, ସେଚ୍ଛାସେବୀମାନେ ବରାଦ ମୁତାବକ ସେହି ପଇସାକୁ ଖର୍ଚ୍ଚ କରୁଛନ୍ତି। ଏବର୍ଷର ପଇସା ଖରଚ ହୋଇଗଲା ବୋଲି ଦେଖାଇ ପୁନର୍ବାର ଆଉ ଏକ ବର୍ଷ ପାଇଁ ପଇସା ନେଉଛନ୍ତି। ପରିବେଶ ସୁରକ୍ଷା କହିଲେ ପ୍ରାୟ ଗଛ ଲଗାଇବାକୁ ହିଁ ବୁଝାଉଛି। ଅନ୍ଦାଜ ଥିବା ମଣିଷମାନେ କହୁଛନ୍ତି ଯେ ଯଦି କାଗଜର ହିସାବରୁ ମିଳୁଥିବା ସଂଖ୍ୟା ଅନୁସାରେ ଦେଶରେ ଗଛ ଲଗାଯାଇଥାନ୍ତା, ତେବେ ସେସବୁ ଏତେ ଏତେ ଜାଗା ମାଡ଼ି ବସନ୍ତେଣି ଯେ, ମଣିଷମାନେ ଆଉ ଜାଗା ନପାଇ ଏହି ପୃଥିବୀରୁ ଆଉ କେଉଁଠାକୁ ପଳାନ୍ତେଣି, ତଥାପି ଆନ୍ଦୋଳନ ଚାଲିଛି। ଇସ୍କୁଲ ପିଲାମାନେ ପରିବେଶ ବିଷୟରେ ରଚନା ଲେଖୁଛନ୍ତି। ବିତର୍କ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ବୈଜ୍ଞାନିକମାନେ ମୋଟା ଦରମାରେ ସରକାରୀ ପରିବେଶ ବିଭାଗରେ ଚଉକୀ ମାଡ଼ି ବସୁଛନ୍ତି, ରାତି ଦିନ ଚିନ୍ତା କରୁଛନ୍ତି। ଗଛମାନେ ଲାଗୁଛନ୍ତି ଓ ବଡ଼ ହେଉଛନ୍ତି। ଲଣ୍ଡା ଲଣ୍ଡା ପାହାଡ଼ମାନେ ସବୁଜ ଦିଶିଲେଣି। ସେଗୁଡ଼ିକୁ ଦେଖି ସାନ୍ତ୍ୱନା ଲାଭ କରିବାକୁ ସ୍ୱତନ୍ତ୍ର ଫିଲ୍ମମାନ ନିର୍ମିତ ହେଲାଣି। କିଛି ନା କିଛି ହେଉଛି ବୋଲି ପ୍ରତ୍ୟୟ ଜନ୍ମାଇବାର ଚେଷ୍ଟା କରାଯାଉଛି। ଜଙ୍ଗଲରେ ବାଘ, ହାତୀ, ଗଣ୍ଡାର ଓ ହରିଣମାନଙ୍କୁ ଗଣାଯାଉଛି। ନଈମୁହାଣରେ କୁମ୍ଭୀରମାନଙ୍କର ଗଣତି ଚାଲିଛି। କଇଁଛମାନେ ସମୁଦ୍ର କୂଳକୁ ଆସି ଅଣ୍ଡା ଦେଲେଣି ଏବଂ ସାଇବେରିଆରୁ ଚଢ଼େଇ ଆସି ଚିଲିକାରେ ପଡ଼ିଲେଣି ବୋଲି ସଚିତ୍ର ସମ୍ବାଦମାନ ଖବରକାଗଜରେ ବାହାରୁଛି। ପଇସା ଢେର ଖର୍ଚ୍ଚ ହେଉଛି ଏବଂ ଆଉକିଛି ପଇସା ଥିଲେ ସମ୍ଭବତଃ କାଉ, କଜଳପାତି, ହଳଦୀବସନ୍ତ, ଓଧ ଓ କଟାସମାନଙ୍କର ମଧ୍ୟ ସୁମାରି କରାଯାଇ ପାରୁଥାନ୍ତା। ସୁକୁମାରିଆ ବିଜ୍ଞାନର ମହାପଣ୍ଡିତମାନେ ପୃଥିବୀ ସ୍ତରରେ ମହାସମ୍ମିଳନୀମାନ ମଣ୍ଡାଇ ଜୀବବୈଚିତ୍ର୍ୟ ବିଷୟରେ ଘୋର ଆଲୋଚନାମାନ କରୁଛନ୍ତି। ଫେଶନ ଏପରି ହୋଇଗଲାଣି ଯେ, ନିତାନ୍ତ ଦରିଦ୍ର ଦେଶମାନଙ୍କରେ ମଧ୍ୟ ଏହିସବୁ ବିଷୟକୁ ନେଇ ସୁକୁମାରିଆ ଆଲୋଚନାମାନ ଆରମ୍ଭ ହେଲାଣି। ଏହି କ୍ଷେତ୍ରରେ ମଧ୍ୟ ଦରିଦ୍ର ଦେଶମାନେ ଧନୀ ଦେଶମାନଙ୍କର ଅନୁକରଣ କଲେଣି। ପୃଥିବୀରେ ଧନୀ ଦେଶମାନଙ୍କ ଆଖିରେ ପରିବେଶ ସମସ୍ୟା ଯେପରି ଦେଖାଯାଉଛି, ଦରିଦ୍ର ଦେଶଗୁଡ଼ିକର ଆଖିରେ ତାହା ମୋଟେ ଠିକ୍ ସେହିଭଳି ଦେଖାଯିବା ଉଚିତ ନୁହେଁ। ଧନୀ ଦେଶମାନଙ୍କରେ ଧନୀ ବେଶୀ, ବୁଦ୍ଧି କୌଶଳ ବେଶୀ, ଅସ୍ତ୍ରଶସ୍ତ୍ର ମଧ୍ୟ ବେଶୀ। ପୃଥିବୀଯାକର ହାଟବଜାରକୁ ସେହିମାନେ ନିୟନ୍ତ୍ରଣ କରୁଛନ୍ତି। ସେହିସବୁ ଦେଶ ସମାଜରେ ସବୁ ମଣିଷଙ୍କ ସକାଶେ ସର୍ବନିମ୍ନ ସାମାଜିକ ନିରାପତ୍ତା ଯୋଗାଡ଼ କରି ପାରିଛନ୍ତି ଏବଂ ସେହିସବୁ ଦେଶର ଶିକ୍ଷାବ୍ୟବସ୍ଥା ସେଠାକାର ସବୁ ମଣିଷଙ୍କ ନିମନ୍ତେ ଏକ ସର୍ବନିମ୍ନ ନ୍ୟାୟବିଚାରର ଗ୍ୟାରେଣ୍ଟି ମଧ୍ୟ ଦେଇପାରିଛି। ସେମାନେ ମୂଳତଃ ସତେଅବା ସବୁ କାଳ ଲାଗି ସେଇମାନଙ୍କର ଏହି ସ୍ଥିତିଟିକୁ ପୃଥିବୀରେ ଯେକୌଣସି ପ୍ରକାରେ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି। ସମ୍ଭବତଃ ସେହି ଇଚ୍ଛାରେ ତେଣେ ବୋମାଗୁଡ଼ିକୁ ମଧ୍ୟ ବିଜ୍ଞାନଶାଳରେ ପଜାଇ ସାଇତି ରଖିଛନ୍ତି। ଯଦି ସେମାନେ ସତକୁ ସତ ପୃଥିବୀର ସବୁ ମଣିଷଙ୍କ ନିମନ୍ତେ ପରିବେଶକୁ ସ୍ୱାସ୍ଥ୍ୟକର କରି ରଖିବାକୁ ଇଚ୍ଛା କରୁଥାନ୍ତେ, ତେବେ ଏକାଠି ବସି ଭଗବାନଙ୍କ ରାଣ ପକାଇ ନିଜ ନିଜ ଗୋଦାମରେ ସାଇତା ହୋଇ ରହିଥିବା ମାରଣା ବୋମାଗୁଡ଼ାକୁ ନଷ୍ଟ କରିଦେବାର ଗୋଟାଏ ଭଦ୍ର ବାଟ ବାହାର କରିବାକୁ ଚିନ୍ତା କରନ୍ତେ। ସେମାନେ ସେତିକି କରିପାରିଲେ ସମୁଦାୟ ପୃଥିବୀଯାକ ମଣିଷଙ୍କର ଚେତନାରେ ଏତେ ଏତେ ଶୁଭ ବିଶ୍ୱାସର ବୃଦ୍ଧିସାଧନ ହୁଅନ୍ତା ଯେ, ତାହା ହିଁ ପରିବେଶ ସୁରକ୍ଷାର ଟିକିନିଖି କଥାଗୁଡ଼ିକୁ ଭାରି ସହଜରେ ସମ୍ଭାଳି ନେଇପାରନ୍ତା। ଧନୀ ଦେଶର ସରକାରମାନେ ସେକଥା କରିବାକୁ ହୁଏତ ଏକ ନିର୍ବୋଧତା ବୋଲି ବୁଝୁଥିବେ। ସେମାନେ ବର୍ତ୍ତମାନ ଏହି ମର୍ତ୍ତ୍ୟଭୁବନରେ ବହୁତଙ୍କ ଠାରୁ ଏତେ ଉପରେ ଯାଇ ରହିଛନ୍ତି ଯେ ପୃଥିବୀରେ ସମସ୍ତଙ୍କ ସହିତ ସମାନ ହୋଇ ଦିଶିବାକୁ ସେମାନଙ୍କୁ ପ୍ରାୟ ଏକ